ହିଁ ଡିକେନ୍ସଙ୍କ ଉପନ୍ୟାସ ରଚନା ମୂଳର ପ୍ରେରଣା ଥିଲେ। ନିଜ ଜେଲଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡ଼ି ଏକ ଜୋତା ରଙ୍ଗ କାରଖାନାରେ ସାମାନ୍ୟ ମଜୁରିରେ ଦୈନିକ ଦଶ ଘଣ୍ଟା କାମ କରୁଥିଲେ। ଏହି କଠିନ ସମୟର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସମାନଙ୍କରେ ପ୍ରତିଫଳିତ ହୋଇଥିଲା। ସେହି ସମୟରେ ଅଳ୍ପ ବୟସର ଦରିଦ୍ର ବାଳକମାନଙ୍କୁ କିପରି ଶୋଷଣ କରାଯାଉଥିଲା, ତାହା ଡିକେନ୍ସ ନିଜେ ଅଙ୍ଗେ ନିଭାଇଥିବା କଥା ହୋଇଥିବାରୁ, ପରବର୍ତ୍ତୀ ଜୀବନରେ ତାଙ୍କ ଉପନ୍ୟାସମାନଙ୍କରେ ସେହି ଦରିଦ୍ର, ଅର୍ଦ୍ଧ-ପାଠୁଆ ବାଳକ ଚରିତ୍ରକୁ ସେ ଖୁବ୍ ଜୀବନ୍ତ ଭାବରେ ଫୁଟାଇଥିଲେ ଓ ନିଜେ ସେମାନଙ୍କ ଜୀବନର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ।କିଛି ମାସ ଜେଲରେ ରହିବା ପରେ ଚାର୍ଲ୍ସଙ୍କ ପିତାମହୀ ଏଲିଜାବେଥ ଡିକେନ୍ସଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ଔଣ ଶୁଝି ଜେଲରୁ ମୁକ୍ତ ହେଲେ ଏବଂ ତାଙ୍କ ପରିବାର ମିସେସ ରୋଏଲେନ୍ସଙ୍କ ବାସଭବନକୁ ଚାଲିଗଲେ। ତେବେ ଚାର୍ଲ୍ସଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡ଼ି ସେଇଠି ରହିଯିବାକୁ କହିଥିଲେ। ତାଙ୍କ ମାତାଙ୍କ ଏପରି ପକ୍ଷପାତମୂଳକ ବ୍ୟବହାର ବାଳକ ଚାର୍ଲ୍ସଙ୍କ ମନରେ ଗଭୀର ଆଘାତ ଦେଇଥିଲା। ପରବର୍ତ୍ତୀ କାଳରେ ତାଙ୍କର ଉପନ୍ୟାସରେ ସମାଜରେ ଥିବା ସେହିପରି ମହିଳାଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ ଓ ତାଙ୍କର ମହିଳାଙ୍କ ପ୍ରତି ଆଭିମୁଖ୍ୟରେ କିଛିଟା ବିତୃଷ୍ଣା ତାଙ୍କ ଲେଖାରେ ପ୍ରତିଫଳିତ ହୋଇଥିଲା।ତାଙ୍କର ଉପନ୍ୟାସରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର ଡେଭିଡ୍ ପ୍ରକୃତରେ ତାଙ୍କ ନିଜ ବାଲ୍ୟାବସ୍ଥାର ଘଟଣାବଳୀ ଦ୍ୱାରା ପ୍ରେରିତ ହୋଇଥିଲା। ସେ ଲେଖିଥିଲେ, ମୁଁ କାହାଠାରୁ ଉତ୍ସାହ ପାଇ ନାହିଁ, ସାନ୍ତ୍ୱନା ପାଇ ନାହିଁ, ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ, ଓ ଏହି ହିସାବରେ ମୁଁ ସ୍ୱର୍ଗକୁ ଯିବାର ଆଶା ରଖିଛି।ପରିଶେଷରେ ମସିହାରେ ଡିକେନ୍ସ ୱେଲିଂଟନ୍ ଏକାଡେମୀ ନାମକ ସ୍କୁଲରେ ଦୁଇ ବର୍ଷ ପଢ଼ିଥିଲେ। ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ନ ମାନର ସ୍କୁଲ ଥିଲା। ସେଠାରେ ହେଡମାଷ୍ଟର ପିଲାମାନଙ୍କୁ ବଡ଼ ନିର୍ଦ୍ଦୟ ଭାବରେ ବ୍ୟବହାର କରୁଥିଲେ। ତାଙ୍କ ଚରିତ୍ରକୁ ଡିକେନ୍ସ ପରେ ଉପନ୍ୟାସରେ "ମିଷ୍ଟର କ୍ରୀକିଲ"ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ।ସେ ନଭେମ୍ବର ଯାଏ ଏକ ଲ' ପ୍ରତିଷ୍ଠାନରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ପ୍ରତ୍ୟହ ଥିଏଟରକୁ ମଞ୍ଚନାଟକ ଦେଖିବାକୁ ଯାଉଥିଲେ। ସେ ସେହି ସମୟରେ ଶର୍ଟ ହାଣ୍ଡ ଲେଖିବା ଅଭ୍ୟାସ କରି ପରବର୍ତ୍ତୀ କାଳରେ ସମ୍ପାଦକ ହିସାବରେ କାର୍ଯ୍ୟ କଲା ବେଳେ ତାଙ୍କର ପ୍ରୟୋଗ କରିଥିଲେ।ମସିହାରେ ମାରିଆ ବିଡନେଲ ନାମକ ଝିଅଙ୍କ ପ୍ରେମରେ ପଡ଼ିଥିଲେ ମଧ୍ୟ ମାରିଆଙ୍କ ପରିବାର ଏହାକୁ ସ୍ୱୀକୃତି ନ ଦେଇ ମାରିଆଙ୍କୁ ପଢ଼ିବା ପାଇଁ ପ୍ୟାରିସ୍ ପଠାଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସଙ୍କ ପ୍ରେମ ସମ୍ପର୍କରେ ଜବନିକା ପଡ଼ିଥିଲା।ଦିଗହରା ଅନୁଭବ କରୁଥିଲେ ମଧ୍ୟ ସେ ଉଚ୍ଚାଭିଳାଷ କରିଥିଲେ। ସେ ଥିଏଟରରେ ପ୍ରବେଶ କରି ସେଠାରେ ମିମିକ୍ରି ବା ଅନ୍ୟାନ୍ୟ ଚରିତ୍ରମାନଙ୍କ ହାସ୍ୟାଭିନୟର ନକଲ ପ୍ରଦର୍ଶନ କଲେ। ତାହା ପରେ ସେ ଲେଖକ ହିସାବରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ।ମସିହାରେ ସେ ତାଙ୍କର ପ୍ରଥମ ଗଳ୍ପ ଲଣ୍ଡନର ପତ୍ରିକାକୁ ପ୍ରେରଣ କରିଥିଲେ। ଏହା ପରେ ତାଙ୍କର ମାମୁ ତାଙ୍କୁ ବ୍ରିଟିଶ ପାର୍ଲାମେଣ୍ଟର ଜର୍ନାଲରେ ରିପୋର୍ଟର ଭାବରେ କାର୍ଯ୍ୟରେ ନିଯୁକ୍ତ କଲେ। ଏଥିରେ ସେ ପାର୍ଲାମେଣ୍ଟର ବିତର୍କର ବିବରଣୀ ପ୍ରକାଶ କରୁଥିଲେ। ଏହି ସମୟକାଳ ମଧ୍ୟରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ ପ୍ରକାଶ କରିଥିଲେ। ଏଥିରେ ନିଜ କଲମ ନାମ ଭାବରେ ବ୍ୟବହାର କରିଥିଲେ।